ରାସ୍ତା ପାଖର ବଡ଼ ଛପର ଘର ଉପରୁ ଛାତ ଉଠିଗଲାଣି। ପ୍ରମୋଦ–ପୋଖରୀର ଆଗର ସେହି ଲାବଣ୍ୟ ନାହିଁ। ନଅରକୁ ବେଢ଼ିଥିବା ମାଟିର ପାଚେରୀ ଅର୍ଦ୍ଧଭଗ୍ନ। କୃଷ୍ଣପ୍ରସାଦର ଶକ୍ତିଶାଳୀ ମାଟି ବୋଲି ଏତେ ବର୍ଷ ଖରା ବର୍ଷାରେ ବି କିଛି ହୋଇ ନାହିଁ। ଯେତିକି ଭାଙ୍ଗିଯାଇଛି, ଅଳ୍ପ ଖର୍ଚ୍ଚରେ ସଜାଇ ହୁଅନ୍ତା; କିନ୍ତୁ କରୁଛି କିଏ ସେ? କଣ ବା ଆବଶ୍ୟକ ଅଛି? ରାଜବାଟୀର ଡାଇନେମୋ ବନ୍ଦହେବା ପରଠାରୁ ସବୁକଥା ଆସ୍ତେ ଆସ୍ତେ ବନ୍ଦ ହୋଇ ଯାଉଛି। ତଥାପି ପାରିକୁଦବାସୀଙ୍କ ଏ ନମରରେ ଲୋକଙ୍କ ପ୍ରତି ଅସୀମ ଶ୍ରଦ୍ଧା। ଏତେ ଦିନର ଶାସନ ମୁଣ୍ଡାଇଥିଲେ, ରାଜ୍ୟର ଭଲ ମନ୍ଦର ଖବର ରଖିଥିଲେ ତାଙ୍କରି ମୁହଁର କଥାହିଁ ଶେଷ କଥା ବୋଲି ଧରି ନିଆଯାଉଥିଲା। ସେ ଦିନର ସେ ସମ୍ମାନ ଓ ଆକର୍ଷଣ ଆଜି ବି ପାରିକୁଦର ପ୍ରଜା ମନରେ କୁହୁକ ବୋଳିଦିଏ। ନଅରକୁ ଦେଖିଲେ ମୁଣ୍ଡ ନଇଁଯାଏ। ପାରିକୁଦର ସେ ରଙ୍ଗ ମଉଳିଯାଉଛି। ସେ ଦିନର ଚମତ୍କାରିତା ବି ଆଉ ନାହିଁ। ଅଭାବ, ଅନାଟନ ହେତୁ ପରସ୍ପର ଭିତରେ ଭୁଲ ବୁଝାମଣା ବୃଦ୍ଧିପାଉଛି। ଟଙ୍କାର ମୋହ ଲୋକଙ୍କୁ ଅନ୍ଧ କରି ଦେଲାଣି। ସେମାନେ ମମତାର ବନ୍ଧନ, ପବିତ୍ର ପାରିବାରିକ ସମ୍ୱନ୍ଧକୁ ବି ଭୁଲି ଯାଉଛନ୍ତି-। ଗାଁ, ଗାଁରେ ଦୋ ଦୋ ଫାଙ୍କ। କଳିଗୋଳରୁ ଆଜି କାହାର ମୁଣ୍ଡ ଫାଟିଲାଣିତ କାଲି କିଏ କଚେରୀ ଦେଖିଲାଣି। ସବୁ ସ୍ଥାନରେ ବିଶୃଙ୍ଖଳା ଓ ବିଚ୍ୟୁତି। ପାରିକୁଦ ସତେ ଅବା ଗୁଡ଼ାଏ ଅର୍ଥଲୋଭୀ, ସ୍ୱାର୍ଥପର ଜନତାର ନିର୍ବାସିତ ଦ୍ୱୀପ ହୋଇଯାଇଛି। କୃଷ୍ଣପ୍ରସାଦ ଏକଦା ପାରିକୁଦର ରାଜଧାନୀ ହୋଇଥିଲେ ହେଁ ଏଇନେ ଜନ ସମ୍ମୁଖରେ ତା'ର ପ୍ରାଧାନ୍ୟ କମିଯାଇଛି। ଜଳ ଓ ଜଳବାୟୁ ଦୃଷ୍ଟିରୁ ନୂଆପଡ଼ା ଶ୍ରେଷ୍ଠ ବିବେଚିତ ହୋଇ ସେଇଠି ବ୍ଲକ ଅଫିସ ଖୋଲା ହେଲା। ନାଁଟା ସିନା 'କୃଷ୍ଣପ୍ରସାଦ ବ୍ଲକ'; କିନ୍ତୁ ଅଫିସ ରହିଛି ନୂଆପଡ଼ାରେ। ପୋଲିସ ଷ୍ଟେସନ, ସ୍କୁଲ, ନାଏବ ତହସିଲଦାର ଅଫିସ, ଡାକ୍ତରଖାନା, ଭେଟେନାରୀ ବିଭାଗ ସାଙ୍ଗକୁ ବ୍ଲକ ଅଫିସଟା ବି ରହିଥିଲେ କେତେ ଭଲ ହୋଇ ନ ଥାନ୍ତା। ବ୍ଲକ୍ଅଫିସ ସକାଶେ ଜଣେ ଅଫିସର, ଜଣେ ଦି' ଜଣ ସହକାରୀ ଅଫିସର, ଗ୍ରାମସେବିକା ଇତ୍ୟାଦି ରହି ସରକାରୀ କର୍ମଚାରୀଙ୍କ ସଂଖ୍ୟା ବଢ଼ାଇ ଥାଆନ୍ତେ। କଥାବାର୍ତ୍ତା, ଦୁଃଖ ସୁଖ ହେଉ ସମୟ ଜଣାପଡ଼ନ୍ତା ନାହିଁ। ତାସ ଖେଳଟା ବି ଜମି ଉଠନ୍ତା। ପୋଲିସ କର୍ମଚାରୀଙ୍କ ମାସକୁ ପନ୍ଦର ଦିନ ଟୁର୍। ଭେଟେନାରୀ ବିଭାଗର କର୍ମଚାରୀମାନେ ବି ସେଇୟା। ଆଉ ଡାକ୍ତର ମହାଶୟ ନିଜର ପରିସର ଭିତରେ ସର୍ବଦା ବ୍ୟସ୍ତ। କୃଷ୍ଣପ୍ରସାଦ ଜୀବନଟା ନିଛାଟିଆ ମନେହୁଏ। ଗୃହିଣୀ ଓ ପିଲାପିଲିମାନେ କ୍ୱାଟରଟି ଭିତରେ ବାନ୍ଧି ହୋଇ ରହନ୍ତି। ମରଦ ପିଲା ନୁହନ୍ତି ଯେ ବାହାରେ ବେଢ଼ାଏ ବୁଲି ଆସିବେ। ଚିହ୍ନା ଅଚିହ୍ନା ଦି'ଜଣଙ୍କ ସଙ୍ଗରେ ଦି'ପଦ କଥାଭାଷା କରି ମନର ଦୁଃଖକୁ ଭୁଲିଯିବେ। ଦୁଃଖ କହିବ, ଏଇ ମାଇପୀମାନଙ୍କର। ସକାଳ ପାହିଲେ। ସେଇ ପରିଚିତ ସୂର୍ଯ୍ୟ, ଦେହଘଷେ ସକାଳ ସନ୍ଧ୍ୟା ଓ ଅପରିବର୍ତ୍ତିତ ରାତି। ଦେହଘଷା ଲୋକଙ୍କର ଚିହ୍ନା କଥାଭାଷା ଶୁଣି ଶୁଣି ମନଟା ଅଳସେଇ ଉଠେ-। ଋତୁର ପରିବର୍ତ୍ତନ ଅଛି, ମାସ ପଛକୁ ନୂଆ ମାସ ଆସୁଛି। ଅଥଚ କୋଳାହଳ ପ୍ରିୟ ଜୀବନର କୌଣସି ପରିବର୍ତ୍ତନ ନାହିଁ। କର୍ମଚାରୀ ଘରର ମାଇପୀମାନେ ଭାଗ୍ୟ ଆଦରି ପଡ଼ିଥାନ୍ତି-। ଅଦୃଷ୍ଟକୁ ନିନ୍ଦି ପରିବର୍ତ୍ତନ ଅପେକ୍ଷା କରନ୍ତି। ବେଳେ ବେଳେ ନୂଆ କର୍ମଚାରୀଟିଏ ଆସି କୃଷ୍ଣପ୍ରସାଦରେ ପହୁଞ୍ଚିଗଲେ କିଛିଦିନପାଇଁ ସାଙ୍ଗସାଥି ମହଲ ବେଶ୍ ଜମି ଉଠେ। ସମସ୍ତେ ସେହି ନୂଆ ବନ୍ଧୁଟି ସଙ୍ଗରେ ଆତ୍ମୀୟତା ସ୍ଥାପନ କରିବାକୁ ପ୍ରତିଯୋଗିତା ଆରମ୍ଭ କରି ଦିଅନ୍ତି। ଜୀବନ, ଚଞ୍ଚଳ ହୋଇଉଠେ। ମନ ଭିତରେ ଆଗ୍ରହ ବସା କରେ। ପରିବାରର ବଢ଼ିଲା ଝିଅ, ଭଉଣୀ ସେଇ କିଛିଦିନ ନୂଆ ବେଶଭୂଷଣ ହେବାକୁ ଆଗଭର ହୁଅନ୍ତି। ଖିଲିଖିଲିଆ ହସ ହସି ନିଜ ରୂପ ଯୌବନକୁ ବିଜ୍ଞାପିତ କରିବାକୁ ଉପାୟ ସ୍ଥିର କରନ୍ତି। ଭାବନ୍ତି, ସବୁଦିନ ନୂଆ ନୂଆ ଅଫିସର ବା ଅଫିସ କର୍ମଚାରୀ ଆସନ୍ତେ କି! କିଛି ନ ହେଲେ, ନୂଆ ମୁହଁଟିଏ ଦେଖିବାକୁ ସୁଯୋଗ ମିଳନ୍ତା। ନୂଆ କଥା ଦି'ପଦ କାନରେ ବାଜନ୍ତା। ନିର୍ଜନ କଥା ଜଣା ପଡ଼ନ୍ତାନାହିଁ। କିନ୍ତୁ ସେ ସୁଯୋଗ ଖୁବ୍ ଅଳ୍ପ ଆସେ। ଅଙ୍ଗୁଳୀରେ ରାଶି ହେବା ପରି ଅଫିସ ଓ ଅଫିସର। ଜଣକ ଘରେ ସୋରିଷ ଫୁଟୁଥିଲେ ପାଖଘରକୁ ଶୁଭେ। ପରିସର ସୀମିତ ଓ ଉତ୍ତେଜନା–ରହିତ। ନୂଆ ଲୋକ ଆସିବେ କୁଆଡ଼ୁ?